ଅଳକା ବେଗି ବେଗି ଚାଲିଲା–ବାଃ, ଭାରି ମଜ୍ଜାକରି ଆସିଲାଣି ତୁମକୁ? –ନାହିଁ, ସିରିଅସ୍ କଥା ପରା।... ସେ କ'ଣ କରୁଛି? କାନ୍ଦୁଛି କି? ଗାଳି ଖାଇଛି ନା-? –ବିଚରା ସରଳ ଲୋକଟିଏ। ଅଳକା ଡାକିଲା ରମାକାନ୍ତକୁ ଆସିବା ପାଇଁ। ଘର ଭିତରେ ପହଞ୍ଚିବା ପରେ ମାନିନୀ କହିଲା–ରମାକାନ୍ତର ସମସ୍ତ ଖର୍ଚ୍ଚ ଅଳକା ଦବ-। ଆଜିଠାରୁ ଦୁହେଁ ଦୁହିଁଙ୍କର ବାଗଦତ୍ତା–ଆମେ ସାକ୍ଷୀ। ଅଳକା ଯାଇ ଟିକିଏ ଆଉଜିଗଲା ସୋଫା ଉପରେ। ମାନିନୀ ସେମିତି ହସର ଲହରୀ ଛୁଟାଇ କହିଲା–ଆଜିଠାରୁ ଆରମ୍ଭ। ଏଣିକି ରମାକାନ୍ତ ରହିଲା ଅଳକା ଦାୟିତ୍ୱରେ।... ଆଉ ଅଳକା ବୁଝିବ ଯେ ସେ ତାହାର ଜୀବନ କଟାଇବ ରମାକାନ୍ତ ସାଙ୍ଗରେ।... କିନ୍ତୁ କଥାଟି ରହିବ ଗୋପନୀୟ। –କ'ଣ ରାଜି ଭଜକୃଷ୍ଣ? ଏହି କଥାଟି ଯେମିତି କେହି ନ ଜାଣେ। ଭଜକୃଷ୍ଣ ରାଜି ହେଲା। ସେ ଭାରି ଖୁସି। –କ'ଣ କହୁଛ ରମାକାନ୍ତ? ଜବାବ ଦେଇ ଜବାବ ରଖିବା ଭାଙ୍ଗିବା ଦାୟିତ୍ୱ ତମର। ରମାକାନ୍ତ ଚୁପ୍ ହେଇ ରହିଲା–ତାହାର ଆଖି ଦୁଇଟି ଖୋଜୁଥିଲା ଅଳକାର ଉତ୍ତର। –କ'ଣ କହୁଛ ଅଳକା ରାଣୀ? ରମାକାନ୍ତକୁ ଗୋଟିଏ ମଣିଷ ବୋଲି ଭାବିବ। ଯଦି ସେ ତମର ମନକୁ ନ ପାଏ ତାହାହେଲେ ତା'କୁ ତମର ମନର ମଣିଷ କରି ଗଢ଼ିବ। –ହଉ। ବେଶ୍ କହିଲଣି।... ଆଜି ସକାଳୁ ମୁଁ ଏମାନଙ୍କୁ ଦର୍ଶନ କରିଥିଲି। ଅଳକା ଦୁଃଖରେ କହିଲା। –ସତେ? –ଏଇମାନେ? ଠିକ୍ ହେଇଛି। ଭାଗ୍ୟଦେବୀ ଏମିତି ତାଙ୍କର ବରାଦ କରାନ୍ତି। –ନା, ଆଉ ହେଇ ପାରିବ ନାହିଁ। ମନ ଭିତରେ ଝଡ଼ ଉଠୁଛି। ଅଳକା ମାନିନୀ ପାଖରୁ ଗିଲାସଟି ଉଠାଇ ନେଇ ଶେଷ କରିଦେଲା। ସେ ବିଚଳିତ ହୋଇ ପଡ଼ିଥିଲା। –ଯାଏଁ, ଅଳକା। ରାଗିଥିବ। ଚିଡ଼ିବ। ମାରିବାକୁ ଚାହିଁବ। ଯାହା କହ, ଯାହାକର–ତମେ ଆଜିଠାରୁ ରମାକାନ୍ତର। ଆଉ ରମାକାନ୍ତ ତମର। ଆମେ ଦୁହେଁ ସାକ୍ଷୀ। ଏଇ ଘର ମଧ୍ୟ ସାକ୍ଷୀ। –ହଉ। ଯିବା... ଅଳକା କହିଲା। –ହଁ, ସିନେମା ଦେଖିବାକୁ ଯିବାର କଥା ଥିଲା। –ମାନିନୀ, ମୁଁ ବୋଧହୁଏ ପାଗଳ ହୋଇଯିବି। ଇଏ କ'ଣ ହେଉଛି? –ହେଲ ଦେଖିବା। ପାଗଳ ହବ? ଅସମ୍ଭବ। ଆତ୍ମହତ୍ୟା କରିବ? –ଅସମ୍ଭବ। ତୁମକୁ ଚାଲେଞ୍ଜ ରହିଲା। ମୁହଁ ଲୁଚାଇ ଅଳକା ବସିଗଲା–ସେ ଭାବିବ। ଟିକକ ପରେ କହିଲା–ତୁମେ ରହ ମାନିନୀ। ଏମାନେ ଯାଆନ୍ତୁ। –ଦି'ଜଣ ଯାକ ଯିବେ। –ହଁ। –ହଉ, ଯାଆନ୍ତୁ ସେମାନେ। ମାନିନୀ କହିଲା। କୁଣ୍ଠିତ ମନରେ ରମାକାନ୍ତ ଓ ଭଜକୃଷ୍ଣ ଘରୁ ବାହାରିଲେ। ସନ୍ଧ୍ୟା ଦୀପ ଲାଗି ନାହିଁ। ଆକାଶର ପହିଲି ତାରା ବି ଉଠିନାହିଁ। ଫାଟକ ପାର ହୋଇ ଯିବା ପରେ ଭଜକୃଷ୍ଣ କହିଲା–କାଲି ସନ୍ଧ୍ୟାରୁ ଆଜିର ସନ୍ଧ୍ୟା ମୋଟେ ଗୋଟିଏ ଦିନ। –ହଁ। –ଏଇ ସୃଷ୍ଟି ବଡ଼ ବିଚିତ୍ର। –ହଁ। –ତମେ। ଥରେ ଗୋଟିଏ ଲୋକ ବିପଦରେ ପଡ଼ି ଜଣେ ତ୍ୟାଗୀଙ୍କ ପାଖକୁ ଯାଇ କହିଲା,''ମୋତେ ଉପଦେଶ ଦିଅନ୍ତୁ। ମୁଁ ଘୋର ବିପଦରେ ପଡ଼ିଛି। ସବୁ ଆଶା ଭରସା ତୁଟି ଯାଇଛି, ମୋତେ ପଥ ଦେଖାନ୍ତୁ। ତ୍ୟାଗୀ କର୍ମୀ ଜଣକ ଲୋକଟିକୁ କହିଲେ, ''ସଦ୍ଗୁଣ ବିକାଶ କର ଏବଂ ସତ୍ମାର୍ଗରେ ଜୀବନ ଅତିବାହିତ କର। '' ଲୋକଟି ତ୍ୟାଗୀଙ୍କଠାରୁ ଆଦେଶ ପାଇ ସତ୍ମାର୍ଗରେ ଜୀବନ ବିତାଇବାକୁ ଲାଗିଲା। ଦେଖୁଁ ଦେଖୁଁ ବିପଦ ଚାରିଆଡ଼ୁ ଘୋଟିଆସିଲା। ସେ ସତ କଥା କହିଲା। କିନ୍ତୁ ଅସତ୍ ଲୋକଙ୍କର ସାଙ୍ଗ ନ ଧରିଲେ ପଇସା ଦେବ କିଏ? ଲୋକଟି ଭୟବିହ୍ୱଳ ହୋଇ ସେଇ ତ୍ୟାଗୀଙ୍କ ପାଖରେ ପହଞ୍ଚିଲା। କହିଲା—''ଆଜ୍ଞା, ସଂସାର ଭିତରେ ତ ମୁଁ ଦେଖୁଛି ସମସ୍ତେ ଖଳଲୋକ। ମୋ ସତ କଥାର ଆଦର କାହିଁ? ସତକଥା କହିବାରୁ ମୋର ବଡ଼ ଅଭାବ ହେଉଛି। ମୁଁ କ'ଣ କରିବି କୁହନ୍ତୁ। '' ସାଧୁବ୍ୟକ୍ତି କହିଲେ—''ଭାଇ, ଦୁନିଆ ଖଳ ହେଲେ ତମର କ'ଣ ଯାଏ ଆସେ କହିଲ-? ତମର ପୁଅ ଯଦି ପଣ୍ତିତ ହୁଏ ତମେ ପଣ୍ତିତ ହୋଇଯିବକି? ତମ ଭାଇ ବଡ଼ଲୋକ ହେଲେ ତମର ଯାଏ ଆସେ କ'ଣ? ତମ କକେଇ ଜିଲାପାଳ ହେଲେ ତମର ଯାଏ ଆସେ କେତେ-?